ସେଇ ମୀନାକ୍ଷୀ ଏମ୍ ଏ ପଢ଼ିଲାଯାଏ ତ ତାର ସେଇ ଅଳି, ଅଝଟ, ଦୁଷ୍ଟାମି ଛାଡ଼ି ନଥିଲା । ଆଜି ଏଇ ବାହାରକୁ ଯାଇ ଏତେ ଗମ୍ଭୀରତା ଶିଖିଗଲା । ପଚିଶ ଦିନ ହେବ ଆସିଲାଣି, ଯେତେବେଳେ ଆସେ ପଚାରେ ପଦେ କଥା କେମିତି ଅଛୁ ବୋଉ? ଭଲ ଲାଗୁଚି? ହଉ, ଶୋଇପଡ଼। ବାସ୍ ଏଇ କେତୋଟି କଥା ମୁଖସ୍ଥକରା ସଂଳାପ ପରି ସେ ପ୍ରୟୋଗ କରି ଫେରିଯାଏ। ପଚାରିବାର କଥା ବୋଲି ଯେମିତି ପଚାରନ୍ତି ସାଇ ପଡ଼ିଶା, ଚାକର ପୂଝାରୀ, ସେଇମିତି ପଚାରେ । ମୀନାକ୍ଷୀ ଯାହାକୁ ସେ ପୃଥିବୀର ସବୁ ସନ୍ତାନଙ୍କଠାରୁ ଆହୁରି ଊର୍ଦ୍ଧ୍ଵରେ ରଖିଥିଲେ । ମୀନାକ୍ଷୀ ଫେରିଲେ ସେ ଭଲ ହୋଇ ଉଠିବେ ବୋଲି କଳ୍ପନା କରିଥିଲେ, ମାତ୍ର ତାହା ଆଜି ଭୁଲ୍। ମୀନାକ୍ଷୀ ଫେରିଚି ଆଜି ଖାଲି ଏକ ଶୁଷ୍କ ସାନ୍ତ୍ୱନା ହୋଇଛି, ତା ଛଡ଼ା ଆଉ କିଛି ନୁହେଁ। ମନ୍ଦାକିନୀଙ୍କର ଛାତି ଥରାଇ ଦୀର୍ଘଶ୍ଵାସ ବାହାରିଗଲା, ବାହାରେ ମଧ୍ୟାହ୍ନର ପ୍ରଜ୍ଜ୍ୱଳିତ ଖରା ନଇଁ ଆସୁଚି। କାହା ଘରକୁ ନିମନ୍ତ୍ରିତ ହୋଇ ଖାଇବାକୁ ଯାଇଚି ଏବେ ବି ମୀନାକ୍ଷୀ ଫେରି ନାହିଁ। ବିଳାତଫେରନ୍ତା ଝିଅ ତାଙ୍କର ଆଉ କଣ ତାଙ୍କ କାନି ତଳେ ଲୁଚି ରହନ୍ତା? ତେବେ ବି ଏ ମନ ମାନେନା ସେ ଭାବନ୍ତି, ମୀନାକ୍ଷୀ ତାଙ୍କ ପାଖେ ରହନ୍ତା ପୁଣି ସେମିତି ଦୁଷ୍ଟାମି କରନ୍ତା। କ୍ଷୀରବଢ଼ାରୁ ସର କାଢ଼ି ସେମିତି ଲୁଚେଇ ଖାଇଦିଅନ୍ତା, ଟ୍ରଙ୍କ ଫିଟାଇ ଲୁଚେଇ ଟଙ୍କା ନେଇଯାଆନ୍ତା, ଖାଇବାରେ ଟିକେ ଡେରି ହେଲେ ଥାଳି ଫିଙ୍ଗନ୍ତା, ଆଉ ସେ ତାକୁ ବୁଝାଇଶୁଝାଇ ଖୁଆଇ ଦିଅନ୍ତେ । ନାଃ, ଏ ସବୁ କିଛି ନାହିଁ ମୀନାକ୍ଷୀ ପୂରା ବଦଳିଗଲା । ଏବେ ଖାଇବାକୁ ଡାକିଲେ ବି ସେ ଆସୁ ନାହିଁ। କେତେ ତାର ମନଲାଖି ଖାଦ୍ୟ ତିଆରି କରିବାପାଇଁ ସେ ପୁଝାରୀକୁ ନିର୍ଦ୍ଦେଶ ଦେଲେଣି। କୌଣସିଥିରେ ତାର ଆଗ୍ରହ ନାହିଁ, ସ୍ପୃହା ନାହିଁ। ଗମ୍ଭୀର ଭାବରେ ପଚାରିଲେ କେତେ ଥରରେ ଉତ୍ତର ଆସୁଚି, ଓଃ ଗଲା ତାଙ୍କର ସବୁ ଶୂନ୍ୟ ହୋଇଗଲା। ମୀନାକ୍ଷୀ ତାଙ୍କୁ ନିଃସ୍ୱ, ଦରିଦ୍ର କରିଦେଲା । ମନ୍ଦାକିନୀ ଝରକାପାଖେ ଚାହିଁଥିଲେ, ରାଜରାସ୍ତାରେ କୋଳାହଳ ନିଜ ନିଜର କର୍ମ ଅଭିମୁଖରେ ଉଲ୍ଲାସରେ ଆଗେଇଚି ଧାଡ଼ିବନ୍ଧା ମଣିଷର ସ୍ରୋତ। ସେ ଏମିତି ଦିନେ ଧାଇଁଥିଲେ ପ୍ରବଳ ଉନ୍ମାଦନାରେ। ମୀନାକ୍ଷୀକୁ ନେଇ ତାଙ୍କର ପୃଥିବୀ କେତେ ବିଶାଳ, କେତେ ମୁଖର ହୋଇପଡ଼ିଥିଲା? ଏଇ ମୀନାକ୍ଷୀଙ୍କୁ ସୁଖରେ ରଖିବାପାଇଁ, ତାର ଅଳି ଅର୍ଦ୍ଦଳି ସହିବାପାଇଁ, ତାଙ୍କର ଦିନରାତି କେମିତି ଏକାକାର ହୋଇ ଯାଉଥିଲା ସେ କଥା ଏତେ ବେଶୀ ଯେ ଆଜି ବି ଭାବି ହୁଏ ନାହିଁ। ସେଇ ଝିଅ ଛ ବର୍ଷ ତାଙ୍କୁ ଛାଡ଼ି ଦେଇଗଲା ଅକର୍ମଣ୍ୟ କରି। ସେ ଆଜି ଆଉ କଣ କରିବେ କା ପାଇଁ? ମନ୍ଦାକିନୀ ନିଜ ଭିତରେ ବଡ଼ ଅସ୍ଥିର ହେଲେ। ଛ ବର୍ଷ ପରେ ମୀନାକ୍ଷୀ ତାଙ୍କର ଫେରିଚି, ତାଙ୍କର ଏ ରୁଗ୍ଣ କୋଳକୁ। ସ୍ୱର୍ଗରୁ ପାରିଜାତ ଆକାଶରୁ ତାରା କି ସେ ଆଣିଦେଇ ପାରନ୍ତେ ନାହିଁ? ଅଳି କରି ମାଗନ୍ତା ନାହିଁ ମୀନାକ୍ଷୀ? ନା ନା ସେ ମାଗୁ ବା ନ ମାଗୁ ଆଜି ତା ପାଇଁ ସେ ସବୁ କରି ରଖିବେ ନିଜ ହାତରେ, ନିଜର ଏଇ ଦୁର୍ବଳ ଦେହରେ। କାହାପାଇଁ ସେ ଦୁର୍ବଳ ହେଲେ? କାହାପାଇଁ ସେ ବିଛଣା ଧରିଲେ? ତାଙ୍କୁ କଣ ରାନ୍ଧି ଆସେ ନା? ଆଜି ସେ ମୀନାକ୍ଷୀପାଇଁ ତାର ମନଲାଖି ଖାଦ୍ୟସାମଗ୍ରୀ ସଜାଡ଼ି ରଖିବେ। ଦୁଧ ଆଉଟି, ସର ପକାଇ ସାଇତି ରଖିବେ। ଆଜି ସେ ତାର ସବୁ ବ୍ଲାଉଜ୍, ଶାଢ଼ି ସଫା କରି ଇସ୍ତ୍ରୀ ଦେବେ। ଫେରିଲେ ଜବରଦସ୍ତ ଅଟକାଇ ରଖି ମୁଣ୍ଡ ବାନ୍ଧି ଦେବେ। କବରୀରେ ମାଳ ମାଳ ଫୁଲ ଗୁନ୍ଥି ଖଞ୍ଜି ଦେବେ। କୋଳରେ ଧରି ଜହ୍ନମାମୁଁ ଦେଖାଇ ଆଜି ଯଦି ସେ ତାକୁ ଖୁଆଇ ଦିଅନ୍ତେ ଆଃ ଛ ବର୍ଷର ଏହି ତୃଷ୍ଣା ପର୍ବତପ୍ରମାଣ ଜମାଟ ବାନ୍ଧି ରହିଚି। ସେ ରୁଦ୍ଧ ପିପାସା ଆଜି ସ୍ରୋତସ୍ୱିନୀ ତଟିନୀ ପରି ଉତ୍ପ୍ଲାବିନୀ ମୀନାକ୍ଷୀକୁ କୋଳକରି ସେ ଖୁଆଇ ଦିଅନ୍ତେ । ସେ ଖାଦ୍ୟ ସରନ୍ତା ନାହିଁ, ଆଖିରେ ପଲକ ପଡ଼ନ୍ତା ନାହିଁ ଯୁଗ ଯୁଗ ପାଇଁ। ନିଜର ଭାବନାଭିତରେ ମନ୍ଦାକିନୀ ମୀନାକ୍ଷୀର ପଢ଼ା ଘରକୁ ଚାଲିଆସିଥିଲେ। ଓଃ, କେଡ଼େ ଅସନା ହେଇଚି ଏ ଘର ସତେ ତ ଛ ବର୍ଷ ତାଙ୍କ ପାଦ ଏ ଘରେ ପଡ଼ି ନାହିଁ । ମୀନାକ୍ଷୀ ଆଜି ଫେରିଚି, ଏ ଘରେ ଚଳୁଚି କେମିତି? ମନ୍ଦାକିନୀ ସଜାଡ଼ିବାକୁ ଆଗଭର ହେଲେ।